ତୁ ଏହି ବିରାଟ ଅଭିଯାନରେ ନିଜର କର୍ତ୍ତବ୍ୟ ସାଧନ କରି ଦେଶ ତଥା ଜାତିର ସମ୍ମାନ ଟେକି ରଖ, ଏଇ ମୋର ଆଶୀର୍ବାଦ ବାବା। ହଁ, ବାବା! ମୁଁ କାଲି ଘରକୁ ଫେରିଯାଉଛି। ତୋ ମାଆ ତେଣେ ମୋ ଫେରିବା ବାଟକୁ ଚାହିଁ ବସିଥିବ। ମୋଠାରୁ ତୋର ଶୁଭ ଖବରଟିକକ ଶୁଣିଲେ ତା' ପିଣ୍ଡରେ ପ୍ରାଣ ପଶିବ? '' ବୃଦ୍ଧ ଏତକ କହୁ କହୁ କାନ୍ଦି ପକାଇଲେ। ଟେଲିଭିଜନ୍ ପର୍ଦ୍ଦା ଉପରେ ବୃଦ୍ଧଙ୍କୁ ଏପରି କାନ୍ଦିବାର ଦେଖି ଆଲେସ୍କିଙ୍କ ଚକ୍ଷୁ ଛଳଛଳ ହୋଇ ଆସିଲା। କିଛି ସମୟ ପରେ ବୃଦ୍ଧ ନିଜକୁ ସମ୍ଭାଳି ନେଇ ପୁଣି ପଚାରିଲେ, ''ହଁ ବାବା! ମେରିନାକୁ ମୁଁ ତ ଟିକିଏ ଦେଖି ପାରିଲିନି ଘରକୁ ଫେରିଗଲେ ତା ବାପା-ମା ତ ନିଶ୍ଚେ ମୋତେ ତା କଥା ପଚାରିବେ। ତା'କୁ ଟିକେ ଡାକିଦେଲୁ ବାବା ମୋ ଆଗକୁ। ପାଗଳୀ କିପରି ଅଛି, ମୁଁ ଟିକିଏ ଦେଖେ। '' ବୃଦ୍ଧ ନିଜ କଥା ଶେଷ କରିଛନ୍ତି କି ନାହିଁ, ଟେଲିଭିଜନ୍ ପର୍ଦ୍ଦା ଉପରେ ମେରିନା ହସି ହସି ନମସ୍କାର। ଜଣାଇଲା ବୃଦ୍ଧଙ୍କ ଉଦ୍ଦେଶ୍ୟରେ। ବୃଦ୍ଧ ଥତମତ ହୋଇ କହିଲେ ''ତୁ କିପରି ଅଛୁ ଝିଅ, କିଛି ଅସୁବିଧା ହୋଇନାହିଁ ତ? '' ''ନାଇଁ ମଉସା, କିଛି ଅସୁବିଧା ହେଇନି ଆମର। ଆମେ ଏଠାରେ ବେଶ୍ ଭଲ ଅଛୁଁ। ମହାଶୂନ୍ୟରେ ରହିଛୁ ବୋଲି ଆମକୁ ଜଣାପଡ଼ୁନି ମୋଟେ। ଆପଣ ଘରକୁ ଫେରିଗଲେ, ବାପା ମା'ଙ୍କୁ କହିବେ ଆମେ ବେଶ୍ ଭଲରେ ଅଛୁ। ସେମାନେ ଯଦି ଆମକୁ ଦେଖିବାକୁ କେବେ ଚାହାଁନ୍ତି, ତେବେ କହିଦେବେ ସୁବିଧା ଦେଖି ଲେଲିନ୍ ମାନମନ୍ଦିରକୁ ଆସିପାରିଲେ ଆମ ସହିତ ଦେଖା ହବ। ଆପଣମାନେ ଆମଠାକୁ କିଛି ବାର୍ତ୍ତା ପଠାଇବାକୁ ଚାହିଁଲେ ଏହି ମାନମନ୍ଦିରକୁ ପଠାଇଦେଲେ ଆମେ ପାଇ ପାରିବୁଁ। ଆଉ କିଛିଦିନ ପରେ ମାନମନ୍ଦିରରୁ ଆମ ସହିତ ଆହୁରି ଅଧିକ ଯୋଗସ୍ରୁତ ସ୍ଥାପିତ ହୋଇପାରିବ। ସେତେବେଳେ ପ୍ରତି ସପ୍ତାହରେ ମାନମନ୍ଦିର ଓ କୃତିମ ଉପଗ୍ରହ ଭିତରେ ରକେଟ–ଆସ ଜା ଆସ କରିବ। ଏହା ଫଳରେ ଚିଠିପତ୍ର ଦିଆନିଆ ସମ୍ଭବପର ହେବ-। ହଁ ମଉସା! ଦେଖନ୍ତୁ, ଘରକୁ ଫେରିଗଲେ ବାପା, ମା ଓ ମାଉସୀଙ୍କୁ ଏପରି ଭାବରେ ବୁଝାଇ ଦେଲେ, ଯେପରି କି ସେମାନେ ଆମ ପାଇଁ ମୋଟେ ଚିନ୍ତା କରିବେ ନାହିଁ। ଏତିକି କହିଦେବେ ଯେ, ଆମେ ପୃଥିବୀରେ ଯେତିକି ସୁଖରେ ଥା'ନ୍ତୁ ତା ଏଠାରେ ତା'ଠାରୁ ଆହୁରି ଅଧିକ ସୁଖେରେ ଅଛୁଁ-। '' ସାତ ଉପଗ୍ରହର ବିଶ୍ୱରଶ୍ମି ଗବେଷଣାରେ ବିଶ୍ୱରଶ୍ମିର ଘନତା ମାପୁ ମାପୁ ମେରିନା କ୍ଲାନ୍ତ ହୋଇ ବସି ପଡ଼ିଲା। ଏକାଦିକ୍ରମେ ଚାରିଘଣ୍ଟା ଧରି ଯନ୍ତ୍ର ପାଖରେ ବସି ବସି ସେ ଏକ ରକମ ମ୍ରିୟମାଣା ହୋଇ ପଡ଼ିଥାଏ। କପାଳ ଉପରେ ଫୁଟିଉଠୁଥିବା ଟୋପା ଟୋପା ଝାଳ ତାର ସେହି କ୍ଲାନ୍ତିର ସ୍ପଷ୍ଟ ପରିଚୟ ଦଉଥାଏ। ଯନ୍ତ୍ରଟିକୁ ବନ୍ଦ କରିଦେଇ ମେରିନା ଅଦୂରସ୍ଥ ଇ ଇଜିଚେୟାରରେ ଯାଇ ବସିପଡ଼ିଲା। ଆଖି ଆଗରେ ତା'ର ନାଚିଉଠିଲା ରାଜଧାନୀରେ ତା'ର ସୁଖମୟ ଜୀବନଯାପନ। ସେ କିପରି ତା'ର ବନ୍ଧୁମାନଙ୍କ ସହିତ ହସଖୁସିରେ ଦିନ କାଟୁଥିଲା, ସେସବୁ ମନେ ପଡ଼ି ତାର ମନକୁ ଅଥୟ କରି ପକାଇଲା। ପର ମୁହୂର୍ତ୍ତରେ ତା'ର ସ୍ମୃତିପଟରେ ଜାଗି ଉଠିଲା, ରାଜଧାନୀର ଆଲେସ୍କିଙ୍କ ସହିତ ସୁଖମୟ ଦିନ କେତୋଟି କଥା। କାହିଁ ସେହି ଅପେରା ଥିଏଟରରେ ଅଭିନୟ ଦେଖା, ପୁଣି ରାଜଧାନୀ ବାହାରେ ଭୋଜି, ଆନନ୍ଦ–କେତେ କଣ! ଏହି ବିଚ୍ଛିନ୍ନ ଚିନ୍ତାଧାରାଗୁଡ଼ିକ ମେରିନାର ହୃଦୟକୁ